ନିଶ୍ଚୟ ଯାଇପାରିବି। '' କହୁ କହୁ ହଠାତ୍ ଖଟ ଉପରୁ ଡେଇଁପଡ଼ିଲା ମେରିନା। ଆଲେସ୍କିଙ୍କୁ ଅପେକ୍ଷା ନକରି ସିଧାସିଧା ସେ ଦୌଡ଼ିଗଲା ଟେଲିଭିଜନ୍ କକ୍ଷ ଆଡ଼େ। ଦୁର୍ବଳତା ଯାଇ ନଥିବାରୁ ମେରିନା ଧାଇଁଲାବେଳେ ଟଳମଳ ହେଉଥାଏ; ସତେ ଯେପରି ପଡ଼ିଯିବ କେଉଁଠି। ମେରିନା କାଳେ ପଡ଼ିଯିବ, ଏହି ଭୟରେ ଆଲେସ୍କି ଧାଇଁଲେ ତା ପଛରେ। ଟେଲିଭିଜନ୍ କକ୍ଷରେ ଉପଗ୍ରହର ଅପରେଟର୍ ମାନମନ୍ଦିରର ଅପରେଟର ସହିତ କଥାବାର୍ତ୍ତାରେ ଲାଗିଯାଇଥାନ୍ତି। ଉପଗ୍ରହରେ ସେମାନେ କିପରି ଆନନ୍ଦରେ ଦିନ କଟାଉଛନ୍ତି, ମହାଶୂନ୍ୟରେ ସେମାନଙ୍କର କିପରି ସବୁ ଅପୂର୍ବ ଅନୁଭୂତି ହେଉଛି, ଉପଗ୍ରହର ଚାରି ପାଖରେ କିପରି ଶହ ଶହ ଉଲ୍କା ଘୂରିବୁଲୁଛନ୍ତି, ସେମାନଙ୍କୁ ଦେଖିଲେ ପ୍ରତି ମୁହୂର୍ତ୍ତରେ କିପରି ସଂଘର୍ଷର ସୂଚନା ମିଳୁଛି ଅଥଚ ଏପର୍ଯ୍ୟନ୍ତ ଗୋଟାଏ ସୁଦ୍ଧା ବି ସଂଘର୍ଷ ହୋଇନି, ସେ ସମ୍ବନ୍ଧରେ ସେ ଏକ ଅନର୍ଗଳ ବକ୍ତୃତା ଦେଇ ଚାଲିଥାନ୍ତି। ଏହି ଉଲ୍କାଗୁଡ଼ିକ କିପରି ଛୋଟ ବାଲିଗରଡ଼ାଠାରୁ ଆରମ୍ଭକରି ବଡ଼ ବଡ଼ ପାହାଡ଼ ଆକାରରେ ଅଛନ୍ତି, ସେ ସମ୍ବନ୍ଧରେ ସୂଚାଇବାକୁ ଭୁଲି ନଥାନ୍ତି। ଯେଉଁମାନେ ଏହି ମହାଶୂନ୍ୟକୁ ଆସିନାହାନ୍ତି, ସେମାନେ ଜୀବନରେ କେତେ ବଡ଼ ଅନୁଭୂତିରୁ ଯେ ବଞ୍ଚିତ ହୋଇଛନ୍ତି ତାହା ସେ ସ୍ପଷ୍ଟ ବୁଝାଇ ଦେଉଥାନ୍ତି। ମାନମନ୍ଦିର ଅପରେଟର ପଚାରିଲେ, ''ତେବେ ତ ଦିନେ ନା ଦିନେ କୃତ୍ରିମ ଉପଗ୍ରହ ସହିତ ଉଲ୍କାର ସଂଘର୍ଷ ଫଳରେ ଉପଗ୍ରହ ପୂରାପୂରି ଧ୍ୱଂସ ପାଇଯିବ ଓ ସେଥିସହିତ ତୁମେମାନେ ବି। "ନା ନା, ଉଲ୍କାଗୁଡିକର ଗତିପଥ ମହାଶୂନ୍ୟରେ ନିର୍ଦ୍ଦିଷ୍ଟ। ସେମାନେ ସେମାନଙ୍କ ଗତିପଥ ଛଡ଼ା ଅନ୍ୟ ଆଡ଼େ ଯାଆନ୍ତି ନାହିଁ। ମହାଶୂନ୍ୟରେ ଆମ ଗତିପଥ ମହାଶୂନ୍ୟରେ ନିର୍ଦ୍ଦିଷ୍ଟ। ସେମାନେ ସେମାନଙ୍କ ଗତିପଥ ଛଡ଼ା ଅନ୍ୟ ଆଡ଼େ ଯାଆନ୍ତି ନାହିଁ। ମହାଶୂନ୍ୟରେ ଆମ ଗତିପଥଠାରୁ ସେମାନଙ୍କ ଗତିପଥ ବହୁ ଦୂର। ତେଣୁ ସେମାନଙ୍କଠାରୁ ଆମ ଉପଗ୍ରହ ଧକ୍କା ପାଇବା ଆଶଙ୍କା ଢେର୍ କମ୍। ବେଳେ ବେଳେ ସେମାନେ ଯଦି ନିଜଗତିପଥରୁ ବିଚ୍ୟୁତ ହୁଅନ୍ତି, ତେବେ ଆମ ସହିତ ବାଧା ପାଇବାର ସମ୍ଭାବନା ଥାଇପାରେ; କିନ୍ତୁ ଆମ ଉପଗ୍ରହରେ ଏଭଳି ଅବସ୍ଥା ଖଞ୍ଜାଯାଇଛି ଯେ, କୌଣସି ଉଲ୍କା ଯଦି ନିଜ ଗତିପଥରୁ ବିଚ୍ୟୁତ ହୋଇ ଆମ ଆଡ଼କୁ ଛିଟିକି ଆସେ, ତେବେ ପରମାଣୁବନ୍ଧୁକ ସାହାଯ୍ୟରେ ସେଗୁଡ଼ିକ ଭାଙ୍ଗି ଉଡ଼ାଇ ଦିଆଯାଇ ପାରିବ-। ସେମାନେ ମହାଶୂନ୍ୟ ଭିତରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ କେଉଁଆଡ଼େ ଉଭେଇଯିବେ। ଉପଗ୍ରହକୁ ସଦାସର୍ବଦା ଜଗିବାପାଇଁ ଏଠାରେ ଅତି ଜଟିଳ ରେଡ଼ାର୍ ଯନ୍ତ୍ରମାନ ଖଞ୍ଜାଯାଇଛି। କୌଣସି ଆଡ଼ୁ କୌଣସି ବିପଦ ଉପଗ୍ରହ ଆଡ଼କୁ ଆସିଲେ, ଏହି ରେଡ଼ାର୍ ଯନ୍ତ୍ର ସେଗୁଡ଼ିକ ଜାଣିପାରେ ଓ ତହିଁର ବିହିତ ପ୍ରତିକାର କରିବା ପାଇଁ ଉପଗ୍ରହର ବିଭିନ୍ନ ଅଂଶକୁ ସ୍ୱୟଂକ୍ରିୟ ଭାବରେ ବାର୍ତ୍ତା ଚାଲିଯାଏ ଓ ପରମାଣୁବନ୍ଧୁକ ଠିକ୍ ସେଇ ଆଡ଼କୁ ମୁହଁ କରି ସ୍ୱତଃ ବିସ୍ଫୋରିତ ହୁଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଆମେ ଏଠାକୁ ଆସିବା ଭିତରେ ଏହିଭଳି ଘଟଣା ମୋଟେ ଦୁଇଥର ଘଟିଛି। '' ଦୁଇଜଣଙ୍କ ଭିତରେ ଏହିଭଳି କଥାବାର୍ତ୍ତା ଚାଲିଥିବା ସମୟରେ ମେରିନା ଟେଲିଭିଜନ୍ କକ୍ଷ ଭିତରକୁ ପଶିଆସିଲା। ମେରିନାକୁ ଦେଖି ଅପରେଟର୍ କହିଉଠିଲେ, ''ଆସନ୍ତୁ, ଆସନ୍ତୁ, ଆପଣଙ୍କ ବାପା ଆପଣଙ୍କ ସହିତ କଥାବାର୍ତ୍ତା କରିବାପାଇଁ କେତେ ବେଳୁଁ ଅନାଇ ବସିଛନ୍ତି। '' ସଙ୍ଗେ ସଙ୍ଗେ ଉପଗ୍ରହର ଅପରେଟର୍ ମାନମନ୍ଦିରର ଅପରେଟରକୁ ନିର୍ଦ୍ଦେଶ ଦେଲାରୁ ହଠାତ୍ କ୍ଷଣକ ପାଇଁ ଉପଗ୍ରହର ଟେଲିଭିଜନ୍ ପର୍ଦ୍ଦା ଅନ୍ଧାର ହୋଇଗଲା। ଠିକ୍ ପରମୁହୂର୍ତ୍ତରେ ମେରିନାର ପିତାଙ୍କ ଚିତ୍ର ଟେଲିଭିଜନ୍ର ନୀଳାଭ ପରଦା ଉପରେ ଫୁଟିଉଠିଲା। ମେରିନା 'ବାପା'